ଆଜି ଶନିବାର, ମୁଁ ଆପଣଙ୍କୁ ଛାଡ଼ିବିନି ଆଜି। ଆପଣଙ୍କ ସହିତ ମୁଁ ନିଶ୍ଚେ ଯିବି କଂପ୍ୟୁଟର ଲାବ୍ରେଟରୀକୁ। କଂପ୍ୟୁଟର ଲାବ୍ରେଟରୀକୁ ମୋତେ ମେବା ପାଇଁ ସବୁ ଥର କହି ସବୁ ଥର ଠକାଉଛନ୍ତି। ବୋଉକୁ ପଚାରିଲି, ସେ କହିଛି, ତୁମେ ମୋତେ ଆଜିନିଶ୍ଚେ ନେଇଯିବ। ସାନ ଝିଆରୀ ଜୟିସ୍ ଏଇ କଥା କେଇ ପଦ କହି ପଶି ଆସିଲାବେଳେକୁ କ୍ଳେରେନସ୍ ଲାବ୍ରେଟରୀକୁ ଯିବାପାଇଁ କାଗଜପନ୍ତ୍ର ଠିକ୍ କରୁଥିଲେ। ବଡ଼ ଭାଇ କୌଣସି ଏକ କାର୍ଯ୍ୟୋପଲକ୍ଷେ ସକାଳୁ ସକାଳୁ ବାହାରି ଯାଇଥିବାରୁ ସାନ ଝିଆରୀର ଜୁଲମ ତାଙ୍କ ଉପରେ ସବୁଠାରୁ ବେଶୀ ଆପଣ ଆଜି ମୋତେ ନ ନେଲେ ମୁଁ ଜଳଖିଆ ଖାଇବିନି ଦାଦା ମୁଖମଣ୍ଡଳ ଉପରେ ଏଖ କୃତ୍ରିମ ରାଗ ଫୁଟାଇ କହିଲା ଜୟିସ୍। ବୋଉ, ଅପା, ଭାଇ, ସମସ୍ତେ ଡାଇନିଂ ଟେବୁଲ୍ ଉପରେ ଆପଣଙ୍କୁ ଅପେକ୍ଷା କରିଛନ୍ତି, ମୁଁ କିନ୍ତୁ ଯାଉନି। ଜୟିସ୍ କୁ ଧରିପକାଇ ତାକୁ କୋଳକୁ ଆଉଯାଇ ନେ କ୍ଳେରେନସ୍ କହିଲେ, ଛୋଟ ପିଲାଙ୍କ ପରି ଏତେ ରାଗ କରନି ଝିଅ। ହେଉ, ଆଜି ତୋତେ ନିଶ୍ଚେ କଂପ୍ୟୁଟର ଗବେଷଣାଗାରକୁ ନେଇଯିବି। ତେବେ କହ, ସେଠି ଯେମିତି କିଛି ଦୁଷ୍ଟାମି ନ କରୁ। ତୋ ଭଳିଆ ଦୁଷ୍ଟ ଝିଅକୁ ସେଠିକି ନେବାନିରାପଦ ନୁହେଁ। 'ନା, ଦାଦା, ମୁଁ କିଛି ଦୁଷ୍ଟାମି କରିବିନି। ଆପଣ ଯାହା କହିବେ, ମୁଁ ସେଇଆ ମାନିବି। ମୋ ଟେ କେଉଁଠି ଲାଗିବିନି, ଆପଣଙ୍କୁ ନ ପଚାରି। ଆଉ ମୋତେ କ'ଣ ନେବେନି, ଦାଦା' କହୁ କହୁ ପଶି ଆସିଲା ବଡ଼। ଝିଆରୀ ଓ ପୁତୁରା ଜେମସ୍। 'ଆରେ, ତୁମେ ସବୁ ଡାଇନିଂ ଟେବୁଲ ଛାଡ଼ି କ'ଣ ଉଠି ଆସିଲାଣି। ତେଣେ ବୋଉ ବିରକ୍ତ ହେଉ ନ ଥିବ? ଚାଲ ଚାଲ, ସେଠି ତୁମ କଥା ସବୁ ବିଚାର କରିବା। ଆରେ ସମସ୍ତେ କ'ଣ ଏଠୁ ଉଠିଗଲ ଯେ? କ'ଣ ଖେଳ ଲାଗିଛି ଏଠି? ଖାଇବା ଟେବୁଲ ଉପରୁ ଉଠିଯିବା କି ଖରାପ ଅଭ୍ୟାସ। ତୁମେମାନେ ତ ଛୋଟ ପିଲା ହୋଇନ। ତୁମକୁ ସବୁ କିଏ ଏତେ ତାଗିତ କରୁଥିବ। ନା, ନା, ନୂଆବୋଉ, ସେମାନଙ୍କୁ ଆଉ ଗାଳି ଦିଅନି। ସେମାନେ ସମସ୍ତେ କଂପ୍ୟୁଟର ଲାବ୍ରୋଟରୀକୁ ଯିବା ପାଇଁ ଏତେ ବ୍ୟଗ୍ର ଯେ, ସେମାନେ ଖାଇବା ପାଇବା ସବୁ ଭୁଲି ଯାଉଛନ୍ତି-। ଆରେ, ତୁମ କଂପ୍ୟୁଟର ଲାବ୍ରୋଟରୀକୁ ବୁଲିଯିବା ପାଇଁ କାହାର ମନ ନ ହେବ? ମୋର ବି ତ ମନ ହେଉଛି, ମୁଁ ଟିକିଏ ଯାଇଁ ସେଇ ଯନ୍ତ୍ରଟିକୁ ଦେଖି ଆସନ୍ତି କି? ଆମ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ବାଛିବାରେ ତୁମ ଯନ୍ତ୍ରଟି ଯେଉଁ କରାମିତ ଦେଖାଇଛି, ତାହା ବଡ଼ ଗୌରବର କଥା। କିନ୍ତୁ ଯା' କୁହ କ୍ଳେରେନ୍ସ, ଯେଉଁ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ବାଛିବାରେ ଗଲେ, ସେ ସବୁଠାରୁ ଉପଯୁକ୍ତ ଲୋକ ବୋଲି ମୋ ମନକୁ ଆସୁନି। ଆମେ ସମସ୍ତେ ଯା' ଆଶା କରୁଥିଲୁ କଂପ୍ୟୁଟର ଆମ ସହରର ଦୁଇଲକ୍ଷ ଲୋକଙ୍କ ଭିତରୁ ଯୋଗ୍ୟତମ ଲୋକ ମୁଣ୍ଡରେ ସୁନା କଳସି ଢାଳିବ ମୋତେ ତ କିନ୍ତୁ ତା ଜଣା ପଡ଼ୁନି। କଂପ୍ୟୁଟର ଚେୟାରମ୍ୟାନ୍ ପଦ ପାଇଁ ଯେଉଁ ବ୍ୟକ୍ତିକୁ ବାଛିଲା, ସେ ତ କିଛି ଆମ ସହର ଭିତରେ ଯୋଗ୍ୟତମ ବ୍ୟକ୍ତି ଭଳି ଜଣା ପଡ଼ୁନାହାଁନ୍ତି। ତୁମ ଯନ୍ତ୍ରରେ କେଉଁଠି ଭୁଲଭାଲ ହୋଇ ନାହିଁ ତ କ୍ଳେରେନସ୍ଆ ମ ଯନ୍ତ୍ରରେ ଭୁଲ୍ ଭାଲ୍ ତୁମେ ଜାଣିଛ ନୂଆବୋଉ, ଆମ କଂପ୍ୟୁଟର ଯନ୍ତ୍ରଟି ଅତି ମୂଲ୍ୟବାନ ଯନ୍ତ୍ର। ତା ଭଳି ମୂଲ୍ୟବାନ ଯନ୍ତ୍ର ଖୁବ୍ କମ ଅଛି ସାରା ଯୁକ୍ତରାଷ୍ଟ୍ରରେ। ଆଇ. ବି. ଏମ୍ କମ୍ପାନୀର ଡିଲକସ୍ ମଡେଲ। ତା'ଛଡ଼ା କୌଣସି ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରିବା